ଏପରି ଯେଉଁଠି ହେଉଛି ତା'ର କାଗଜପତ୍ର ରାଜସ୍ୱ ବିଭାଗରେ ଅଛି। ଏହି ଜମିଗୁଡ଼ିକୁ ପଟ୍ଟା କରି ଦିଆଗଲେ ଜମି ଦଖଲ କରିଥିବା ଚାଷୀ ଜରିମାନାରୁ ରକ୍ଷା ପାଇଯାଆନ୍ତେ। କିନ୍ତୁ ସେଥିପ୍ରତି ଦୃଷ୍ଟି ଦିଆ ନହୋଇ ନୂଆ ନୂଆ ଅନାବାଦୀ ଜମି ପଟ୍ଟା ଦିଆହେବାର ବ୍ୟବସ୍ଥା ହୋଇଛି। ଅନାବାଦୀ ଜମିପଟ୍ଟା ଦେବା କିଛି ନୂତନ ନୁହେଁ। ଏ କାର୍ଯ୍ୟ ଧାରାବାହିକ ଭାବରେ ହୋଇଆସୁଛି। ଗାନ୍ଧୀ ଶତାବ୍ଦୀ ପାଳନ ବେଳେ ଏ କାର୍ଯ୍ୟକୁ ତ୍ୱରାନ୍ୱିତ କରାହୋଇଥିଲା। ପୁଣି ସ୍ୱାଧୀନତାର ରଜତ ଜୟନ୍ତୀ ଉପଲକ୍ଷେ ମଧ୍ୟ ଏ କାର୍ଯ୍ୟକୁ ତ୍ୱରାନ୍ୱିତ କରାହୋଇଥିଲା। ପ୍ରତିବର୍ଷ ତହସିଲଦାରମାନେ ଏ କାର୍ଯ୍ୟ କରୁଥିଲେ-। ଏ ବର୍ଷ ଯେ କାହିଁକି ଏହି ଧାରାବାହିକ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କଲେ ଏବଂ ମନ୍ତ୍ରୀମାନେ। ଚାରିଆଡ଼କୁ ଯାଇ ବିପୁଳ ପରିମାଣରେ ଗସ୍ତ ଖର୍ଚ୍ଚ କରି ଏହି ଧାରାବାହିକ କାର୍ଯ୍ୟଟି କରୁଛନ୍ତି ତାହା ଜଣାପଡ଼ୁ ନାହିଁ। ଯେଉଁମାନେ ଜମିପଟ୍ଟା ନେଉଛନ୍ତି ଓ ଅନ୍ୟ ଯେଉଁମାନଙ୍କ ପାଇଁ ପ୍ରଚାର କରାଯାଇଛି, ସେମାନେ ସମସ୍ତେ ଜାଣନ୍ତି ଯେ ଅନାବାଦୀ ଜମିପଟ୍ଟା ଦେବା ଏକ ସାଧାରଣ କାର୍ଯ୍ୟ। ତଥାପି ମନ୍ତ୍ରୀମାନଙ୍କର ଓ ରାଜସ୍ୱ ବିଭାଗର ଉଚ୍ଚପଦସ୍ଥ କର୍ମଚାରୀ ମାନଙ୍କର ମଧ୍ୟ ଏ ଦିଗରେ କର୍ତ୍ତବ୍ୟ ଅଛି। ସାଲରୁ ଆଜି ପର୍ଯ୍ୟନ୍ତ ଯେଉଁଠି ଯେଉଁମାନଙ୍କୁ ଅନାବାଦୀ ପଟ୍ଟା ଦିଆହୋଇଛି ସବୁଠି ସେମାନଙ୍କୁ ଜମି ଚିହ୍ନଟ କରି ଦିଆହୋଇ ନାହିଁ। ଆମ୍ଭେମାନେ ଜାଣୁଁ ଭୁବନେଶ୍ୱର ଅଞ୍ଚଳରେ ଗତ ପାଞ୍ଚ ବର୍ଷରେ ପ୍ରାୟ ଦୁଇ ହଜାର ଏକର ଜମିପଟ୍ଟା କରି ଦିଆହୋଇଛି-। କିନ୍ତୁ ସମସ୍ତଙ୍କୁ ଆଜି ସୁଦ୍ଧା ଜମି ଚିହ୍ନଟ କରି ଦିଆହୋଇ ନାହିଁ। ଏହିପରି ସର୍ବତ୍ର ହୋଇଛି-। କେବଳ ପଟ୍ଟା ଖଣ୍ଡିକ ଧରି ଲୋକେ ରହିଛନ୍ତି। ଧାରାବାହିକ କାର୍ଯ୍ୟଗୁଡ଼ିକ ଠିକ ଭାବରେ ହେଉଛି କି ନାହିଁ, ଏହା ଦେଖିବା ମନ୍ତ୍ରୀମାନଙ୍କ କାର୍ଯ୍ୟ। ଏଥିପାଇଁ ନୀରବ ପରିଶ୍ରମ ଆବଶ୍ୟକ-। ସମସ୍ତ କାର୍ଯ୍ୟକ୍ରମ କେବଳ ପ୍ରଚାର ପାଇଁ କରା ନହୋଇ ବାସ୍ତବିକ ଲୋକଙ୍କ ଉପକାର ପାଇଁ କରାହେଲେ ସରକାରଙ୍କୁ ସାଧୁବାଦ ସମସ୍ତେ ଜଣାଇବେ। ଶନିବାର ଭୋଟ ସରିଲା; ଦର ବଢ଼ିଲା ପ୍ରତ୍ୟେକ ନିର୍ବାଚନ ପରେ ପରେ ଜିନିଷପତ୍ରର ଦର ବଢ଼ିଯିବାର କି କାରଣ ତାହା ସ୍ପଷ୍ଟ ଭାବରେ ଆଜିସୁଦ୍ଧା ଜଣା ଯାଇନାହିଁ। ତଥାପି ଦର ଯେ ହୁ ହୁ ବଢ଼ିଛି ଏଥିରେ ସନ୍ଦେହ ନାହିଁ। କେତେକ ଜିନିଷର ଦର ଆପେ ଆପେ ବଢ଼ିଛି; ଆଉ କେତେକ ଜିନିଷର ଦର ସରକାର ବଢ଼ାଇ ଦେଉଛନ୍ତି। ନିର୍ବାଚନ ପରେ ଦେଶର ଆର୍ଥିକ ସ୍ଥିତିର ଚିତ୍ର ଏହି– ସର୍ବନିମ୍ନ ଶ୍ରେଣୀ-ଲୁଣ ଦର କିଲୋ ଦଶଣା-ବାରଣା, କିରାସିନୀ ଦର ଲିଟର ଦୁଇ ଟଙ୍କାରୁ ତିନିଟଙ୍କା। ମୋଟା ଲୁଗା ଦର ଦୁଇଗୁଣ ବଢ଼ାଇ ଦିଆହୋଇଛି। ଚାଉଳ ଦର କିଲୋ ଟ ରୁ ଟ ମୂଲ୍ୟ ବୃଦ୍ଧି ଯୋଗେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପକ୍ଷରେ ଚଳିବା କଷ୍ଟକର ହେବାରୁ ସେମାନେ ଯେଉଁମାନଙ୍କୁ ମୂଲ-ମଜୁରୀ ବାବଦକୁ ଘରେ କାମରେ ଲଗାଉଥିଲେ ସେମାନଙ୍କୁ ବର୍ତ୍ତମାନ ବାହାର କରି ଦିଆହେଉଛି। ଗାଁରେ ମୂଲ ମଜୁରୀ ମିଳୁନାହିଁ। ମିଳିଲେ ମଧ୍ୟ ଦିନକ ମଜୁରୀରେ ଗୋଟିଏ କିଲୋ ଚାଉଳ ସୁଦ୍ଧା ହେଉନାହିଁ। ମଧ୍ୟବର୍ତ୍ତୀ ଶ୍ରେଣୀ– ସର୍ବନିମ୍ନ ଶ୍ରେଣୀର ଯାହା ଆବଶ୍ୟକ ମଧ୍ୟବିତ୍ତ ଶ୍ରେଣୀର ମଧ୍ୟ ସେହିସବୁ ଆବଶ୍ୟକ। ତା' ଛଡ଼ା ମଧ୍ୟବିତ୍ତ ଶ୍ରେଣୀର ପିଲା-ପିଲିଙ୍କ ପାଠପଢ଼ା ଖର୍ଚ୍ଚ। କାଗଜ ଦର ବର୍ତ୍ତମାନ ତିନିଗୁଣ ବଢ଼ିଯାଇଛି। ତଦନୁପାତରେ ବହି ଦର ମଧ୍ୟ ବଢ଼ିଯାଇଛି। ପରୀକ୍ଷା ଫିସ୍ ଓ ସ୍କୁଲ କଲେଜ ଦରମା ମଧ୍ୟ ବଢ଼ିଯାଇଛି। ରୋଗ ବ୍ୟାଧିରେ ଏ ଶ୍ରେଣୀର